କେହି ଯଦି ପ୍ରେମ କରି ତାକୁ ବିବାହ କରେ ତ ଭଲ, ନଚେତ ଅଭିଆଡ଼ୀ ରହିବ। ଭୁସ୍ ଭୁସ୍ କହିଚାଲିଥାଏ ପଲିଙ୍ଗା। ତା ପରେ ଦୀର୍ଘ ନିଶ୍ୱାସ। ଆଖି ଦୁଇଟା ଯେମିତି ତାର ଅଗ୍ନିପିଣ୍ଡୁଳା ପରି ଦପ୍ଦପ୍ ଜଳିଉଠୁଚି। କିଛି ସମୟ ବିରତି ପରେ ପୁଣି କହି ଉଠିଲା ପଲିଙ୍ଗା ତୁ ମା ହେବୁ, ମୁଁ ବାପା ହେବି। ଏହି ଆରପଟେ ବାଉଁଶ ଗଛ। ରାତିରେ ଯାଇ ଚୋରି କରି ଆଣିବି କେତେ ଗୋଛା ନଡ଼ା। ଗୋଟାଏ ଘର କରିବା। ସୁଡ଼ଙ୍ଗ ଭିତରେ ସାତ ମାସ କାଳ ଲୁଚି ରହିଲେଣି। ଆଉ ଭଲ ଲାଗୁନି। ଝିଅଟା ଜନ୍ମ ହେବ। ଆମେ କ'ଣ ସୁଡ଼ଙ୍ଗର ଅନ୍ଧାରରେ ରହିଥିବା ? ଇଜାହାଣ୍ଟାସା ସାଲୋ।ପ୍ରଚଣ୍ଡ ହୁଙ୍କାର ଦେଇ ଗର୍ଜିଉଠିଲା ମେହଲୀ।ମୁଁ କଣ ମିଛରେ କହିଥିଲି ଟେପଙ୍ଗା। ବାଚ୍ଛା। ନଅ ମାସ କାଳ ଏହି ସୁଡ଼ଙ୍ଗ ଭିତରେ ଲୁଚି ରହି ନ ଥିଲେ, କ'ଣ ଆମେ ବଞ୍ଚି ରହିଥାଆନ୍ତେ କହିଲୁ ଭଲା! କେତେଥର ଦୁଇ ବସ୍ତିର ଲୋକେ ଆମକୁ ଖୋଜି ଆସିଚନ୍ତି, ମନେ ନାହିଁ? ଏହି ସୁଡ଼ଙ୍ଗଟା ସେମାନେ ଖୋଜି ବାହାର କରି ନାହାନ୍ତି, ନ ହେଲେ ହୁଁ, ହୁଁ, ଠିକ୍ କହିଚୁ।ଟିକିଏ ଲଜ୍ଜିତ ବୋଧ କଲା ପଲିଙ୍ଗା। ତାର ତ୍ରସ୍ତ ଆଖିରେ ଭୟାର୍ତ୍ତ କେତେ ଛାୟାଚିତ୍ର ସଙ୍ଗେ ସଙ୍ଗେ ଭାସିଆସିଲା। ଯେଉଁଦିନଠାରୁ ମେହଲୀକୁ ଧରି ସେ ଏହି ଗୁହାଗହ୍ୱର ଅନ୍ଧକାର ଭିତରେ ଉଷ୍ଣପ୍ରେମର ନୀଡ଼ ରଚନା କରିଚି, ସେହି ଦିନଠୁ ଦୁଇ ବସ୍ତିର କେତେ ଯେ ଶଇତାନ ଖୋଜି ଆସି ନାହାନ୍ତି ସେମାନଙ୍କୁ! ହାତ ମୁଠାରେ ସେମାନଙ୍କର ଭୟଙ୍କର ବର୍ଚ୍ଛା। ଶାଣିତ, ଜକ୍ ଜକ୍, ହିଂସ୍ର। ଗୋଟାଏ ପାହାଡ଼ୀ ଯୁବତୀ, ଆଉ ଗୋଟିଏ ବନ୍ୟ ଶିଳ୍ପୀଏହି ଦୁଇଟି ମୁଗ୍ଧ ପ୍ରେମିକର ହୃତ୍ପିଣ୍ଡକୁ ଉପାଡ଼ିନେବା ଲାଗି, ଏହି ଦୁଇଟି ନିରୀହ, ଅନାଚାରୀ, ସ୍ନେହୋତ୍ସଳ ପ୍ରାଣର ଶିକାର ଲାଗି ସେମାନଙ୍କର କେତେ ସନ୍ଧାନ, କେତେ ଅନ୍ୱେଷଣ କେତେ ଥର, ବାର ବାର କେତେ ବାର! ବାରମ୍ବାର! କିନ୍ତୁ ସତର୍କ ଦୃଷ୍ଟିରେ ନିଜକୁ ଜଗି ରଖିଛନ୍ତି ମେହଲୀ ଓ ପଲିଙ୍ଗା। ଖୁବ୍ ସାବଧାନରେ ସେମାନେ ଯାଆନ୍ତି ଉପତ୍ୟକାକୁ ଆହାର ସନ୍ଧାନରେ, ଜଳ ଆଣିବାକୁ ଯାଆନ୍ତି ଦୂର ଟେଜୁ ନଦୀ କୂଳକୁ। ସାତମାସ କାଳ ଇନ୍ଦ୍ରିୟଗୁଡ଼ିକୁ ଧନୁକର ଟଙ୍କାର ଭଳି ପ୍ରଖର କରି ଦୁଇଟି ପାହାଡ଼ୀ ଜୀବନ ନିଜକୁ ନିରାପଦ ରଖି ଆସିଛନ୍ତି; ଦୁଇଟି ବିଦ୍ରୋହୀ ଜୀବନ ନିଜକୁ ନିରାପଦ ରଖିଚନ୍ତି ଏତେଦିନ ଧରି।ଦୁଇ ଗ୍ରାମର ଜୁଆନଙ୍କ ବର୍ଚ୍ଛାଫଳକ କଥା ମନେପଡ଼ିଲେ ଦେହ ଶିହରି ଉଠେ ପଲିଙ୍ଗାର। ଅନ୍ଧକାର ମାଡ଼ି ଆସେ। ବାହାର ଅନ୍ଧାର ଓ ଭିତର ଅନ୍ଧାର ମିଶି ଗାଢ଼ରୁ ଗାଢ଼ତର। ପଲିଙ୍ଗା କୋଳରେ ମୁଣ୍ଡ ରଖି ଗୁଣୁ ଗୁଣୁ କରେ ମେହଲୀ।ଅନେକ ଦିନ ଧରି ପଥରରେ ଦାଗ କାଟି ଆସିଚୁ ନା ତୁ? ତୋର ଦାଗଗୁଡ଼ାକ କି ସୁନ୍ଦର! ଦାଗ ଆଉ କେମିତି କାଟିବି? ତୁ ତ ମତେ ଆଉ ବାହାରକୁ ଯିବାକୁ ଦେଉନୁ। ବାହାରକୁ ଗଲେ ତୁ ଆଉ କ'ଣ ଜୀବନ ଧରି ଫେରିବୁ? ଥାଉ ଥାଉ ସେସବୁ କଥା। ଝିଅ ହେଲେ କ'ଣ ନାଁ ଦେବା କହିଲୁ? ତା ନାଁଟି ଭଲ କରି ପଥର ଦେହରେ ଆଙ୍କିବୁ ତ? ଯେମିତି କାଳ କାଳ ପାଇଁ ରହିବ। ହୁଁ, ହୁଁ।ଆନନ୍ଦରେ ବିଭୋର ହୋଇଉଠିଲା ପଲିଙ୍ଗା।ମୋ ସାଥିରେ ବୁଲିବ, ଖେଳିବ, ବାପା ବାପା ବୋଲି ଡାକିବ। କେଡ଼େ ମଜା! ଭାରି ଭଲ ହେବ।ପାଖକୁ ନିବିଡ଼ତର ହୋଇ ଲାଗିଆସିଲା ମେହଲୀ। ଜହାଣ୍ଟାସ ସୋଲାକହୁଚୁ କ'ଣ ନା ପିଲାକୁ ବୁଲେଇ ନେବ। ପୁଣି ସେଇ ବୋକାମି!ହଠାତ୍ ଗୋଟାଏ ଭୟଙ୍କର ଶବ୍ଦ। ସୁଡ଼ଙ୍ଗ ପାଖରେ ଗୋଟାଏ କିଛି ବିସ୍ଫୋରଣ ଘଟିଲା ଯେମିତି। ଯେମିତି ଗୋଟାଏ ବଜ୍ରପାତ। ଗୁହାଗର୍ଭରେ ଶିହରି ଉଠିଲା ମେହଲୀ। ଦୁଇଟି ବିଦ୍ରୋହୀ ପାହାଡ଼ୀ ପ୍ରେମର ହୃତ୍ପିଣ୍ଡ ଚମକି ଉଠିଲା। ସତର୍କ ଦୃଷ୍ଟିରେ ଚାହିଁରହିଲା ମେହଲୀ। ଭୟବିହ୍ୱଳ କଣ୍ଠରେ ପଚାରିଲା ପଲିଙ୍ଗା କ'ଣ କିଲୋ ମେହଲୀ, ଘଟଣା କ'ଣ? କାହାର ଗଳାଶବ୍ଦ ଶୁଣାଯାଉଛି ନା? ବେଶି ବକ୍ ବକ୍ କରନା କହୁଚି। ଚୁପ୍ ରହ।ସୁଡ଼ଙ୍ଗ ଦ୍ୱାରଦେଶରେ ବହୁ ଗଳାର କୋଳାହଳ ପ୍ରଚଣ୍ଡ, ଉଦ୍ଦାମ, ବିଶୃଙ୍ଖଳ, ଭୟଙ୍କର!ଆଗରେ ଏକ ବିଶାଳ ପ୍ରସ୍ତର ଫଳକର ଅବରୋଧ। ଗୁହା ଭିତରେ ଜଳୁଚି ପେନ୍ୟୁ କାଠର ମଶାଲ। ଭୌତିକ ଆଲୋକ, ଭୟାଳ ରହସ୍ୟ ଭଳି ଯେମିତି କମ୍ପି ଉଠୁଚି ଥର ଥର ହୋଇ।